ଏହି ସମୟରେ ସଭାପତି ଆହ୍ୱାନ କଲେ–ଶ୍ରୀଯୁକ୍ତ ନୀହାର ରଞ୍ଜନ ମହାପାତ୍ରଙ୍କୁ ତାଙ୍କ କବିତା ଆବୃତ୍ତି ପାଇଁ। ପ୍ରସନ୍ନ କୁମାରଙ୍କ ନିକଟରେ ବସିଥିବା ଓ ତାଙ୍କ ସହିତ କଟକରୁ ଆସିଥିବା ସେଇ ଯୁବକ ଜଣକ ଉଠି ମାଇକ୍ ପାଖକୁ ଗଲେ; ଓ ନିଜର କବିତା ଆବୃତ୍ତି କରି ନିଜ ସ୍ଥାନକୁ ଫେରି ଆସିଲା ବେଳକୁ ଦେଖିଲେ ପ୍ରସନ୍ନ କୁମାରଙ୍କ ମୁହଁ ଗ୍ଳାନି ଓ ବିସ୍ମୟରେ କଳା ପଡ଼ି ଯାଇଛି। ସେ କହିଲେ– ''ଆଜ୍ଞା–ଆପଣ ବାଟ ସାରା ଯାହା ଉପରେ ଏତେ ନିର୍ବ୍ଦୟ ନିଷ୍କରୁଣ ଭାବରେ ଅଜସ୍ର ବାଣ ବର୍ଷଣ କରିଗଲେ ମୁଁ ସେଇ ନୀହାର ରଞ୍ଜନ। ଆପଣଙ୍କର କହିବା ଉଚିତ୍–ମୋର ବି ମଧ୍ୟ ସବୁ ସହିବା ଦରକାର। '' ଦୁହେଁ କିଛି ସମୟ ନୀରବ ରହିଲେ। ନୀହାର ରଞ୍ଜନ ପୁଣି କହିଲେ–''ଆପଣ ସାଗରକୁ ବିବାହ କରନ୍ତୁ। ତା' ସହିତ ଆପଣ ସୁଖୀ ହେବେ ଏ ବିଶ୍ୱାସ ମୋର ଅଛି। ସେ ନିଶ୍ଚୟ ଆପଣଙ୍କୁ ସୁଖୀ କରିବ ଓ ନିଜେ ସୁଖରେ ରହିବ। ତାକୁ ଭୁଲ୍ ବୁଝିବେ ନାହିଁ। '' ଏଇ କଥା ଫେରି ଆସି ପ୍ରସନ୍ନ କୁମାର କହିଥିଲେ ସାଗରୀକାକୁ। ସେ ଆଶ୍ଚର୍ଯ୍ୟ ହୋଇଥିଲା ଏସବୁ କଥା ଶୁଣି। ନିହାର ଚାହେଁ ସାଗରୀକା ଅନ୍ୟକୁ ବିବାହ କରୁ–ସୁଖରେ ରହୁ–ଅନ୍ୟକୁ ସୁଖୀ କରୁ। ଆଉ ସେ ନିଜେ? ଖାଲି ଜଳୁଥିବ। ଏମିତି ଅନ୍ୟଠୁଁ ନିନ୍ଦା ଅପବାଦ ଶୁଣି ବଞ୍ଚି ରହିଥିବ। ପାଟି ଫିଟାଇ ପ୍ରତିବାଦ କରିବନି–କି ସାଗରୀକାକୁ ଦୋଷ ଦେବନି–ଗାଳି ଦେବନି-। କାହିଁକି? କାହିଁକି ଏମିତି ଉଦାସ, ନିର୍ବିକାର ହୋଇଯାଉଛି ନୀହାର। ଏତେ ଶୀଘ୍ର ଏତେ ପରିବର୍ତ୍ତନ ହୋଇଗଲା ତା'ର? ସେ ଯଦି ପ୍ରସନ୍ନ କୁମାରଙ୍କ କଥାରେ ତୀବ୍ର ପ୍ରତିବାଦ କରିଥାନ୍ତା; ତାଙ୍କ କଥାର ଠିକ୍ ପ୍ରତ୍ୟୁତ୍ତର ଦେଇଥାନ୍ତା, ତା'ହେଲେ ବୋଧହୁଏ ସେ ଭାରି ଖୁସି ହୋଇଥାନ୍ତା-। କିମିତି ଏତେ ନିର୍ଲ୍ଲଜ ଭାବରେ ପ୍ରସନ୍ନ କୁମାର କହି ପାରିଲେ ସେ ସାଗରୀକାକୁ ପ୍ରେମ କରନ୍ତି ବୋଲି। କିନ୍ତୁ କାହିଁ ନୀହାର ତ ତା' ଅତୀତ ବିଷୟରେ ପଦେ କହିଲାନି। ସାଗରୀକା ବିଷୟରେ ଏତେ କଥା ଶୁଣି ତାକୁ ଦୋଷ ଦେଲାନି, ଗାଳି ଦେଲାନି, ନିଜ ଜୀବନର ସବୁ ଦୁଃଖ ଦୁର୍ବ୍ଦଶା, ନିନ୍ଦା, ଦୁଶ୍ଚିନ୍ତା ପାଇଁ ତାକୁ ଦାୟୀ କଲାନି। ସବୁ ନୀରବରେ ସହିନେଲା କାହିଁକି? କାହିଁକି ସେ ଏମିତି ଜାଳି ପୋଡ଼ି ଛାରଖାର କରି ଦେଉଛି ନିଜ ଜୀବନକୁ–ନିଜ ଉପରେ ନିଜେ କାହିଁକି ଏ ପ୍ରତିଶୋଧ ନେଉଛି ନୀହାର! ସାଗରୀକାର ମନ ପ୍ରସନ୍ନ କୁମାର ଉପରେ ବିରକ୍ତ ହୋଇ ଉଠିଲା। କି ଅଦ୍ଭୁତ ଏଇ ଲୋକଟା। ତାକୁ ଟିକିଏ ମିଳା ମିଶାର ସୁଯୋଗ ଦେଇଛି ବୋଲି, ମନେମନେ ଲୋକଟା ବିଭା ହେବାକୁ ବି ନିଷ୍ପତ୍ତି କରି ସାରିଲାଣି। ଭାରି ବାହା ହେଲାବାଲା। ସାଗରୀକା ଯାଉଥିଲା ଏମିତି ଫଫିସ୍ଟାକୁ ବାହା ହେବାକୁ। ଧୁଃତ୍–ଖାଉଥା ମନେମନେ ଉଖୁଡ଼ା–ବାହା ହେବ? ସତେ ଯେମିତି ସାଗରୀକାକୁ ବାହା ହେବାକୁ ଆଉ ଲୋକ ମିଳିବେନି। ବଜଉଥା ନାଗରା ଚାରିଆଡ଼େ। ଜାଣିବୁ ଶେଷକୁ!! ସେ ବିଭା ହେବ ନୀଳଚନ୍ଦ୍ର ମିଶ୍ରକୁ। ମନେମନେ ସେ ସ୍ଥିର କରିଛି ତାକୁ। ତା'ର ଜଣେ ବନ୍ଧୁଙ୍କ ଘରେ ପ୍ରଥମ ସାକ୍ଷାତ ହୁଏ ତା' ସହିତ ସାଗରୀକାର। ସେଇ ଦିନ ଠାରୁ କ୍ରମଶଃ ସେମାନେ ପରସ୍ପରର ନିକଟତର ହୋଇଛନ୍ତି। ଏପରିକି କଲେଜରେ ଟିକିଏ ସମୟ ମିଳିଲେ ସେ କଲେଜ ନିକଟରେ ନୀଳଚନ୍ଦ୍ରର ଜଣେ ବନ୍ଧୁଙ୍କ ଘରକୁ ଚାଲିଯାଏ। ସେଇଠିକି ନୀଳ ଆସେ। ନିର୍ଜନରେ ନିଭୃତରେ ଦୁହେଁ